ଏହି ବିଚାରରେ ଭଦ୍ରଖର ବହୁ ବର୍ଷରୁ ଅନ୍ତର୍ହିତ 'ଗାନ୍ଧି କର୍ମ ମନ୍ଦିର'ର ପୁନରୁଦ୍ଧାର କରାହୋଇଛି। ସାଲ ଲବଣ ସତ୍ୟାଗ୍ରହ ପରେ ଗାନ୍ଧି ଇରଉଇନ ସନ୍ଧିବେଳେ ବାଲେଶ୍ୱରରେ ଫକୀରମୋହନ ସେନାପତିଙ୍କ ଘରେ 'ଗାନ୍ଧିକର୍ମ ମନ୍ଦିର' ମୋରିଦ୍ୱାରା ଆରମ୍ଭ ହୋଇଥିଲା। ସେତେବେଳେ ଏଥିରେ ଆଜିର ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ର, ପି. ଏସ. ପି, ନେତା ରବୀନ୍ଦ୍ର ମୋହନ ଦାସ ଓ ସ୍ୱର୍ଗତ ଗୌରଚନ୍ଦ୍ର ଦାସ ପ୍ରମୁଖ କର୍ମୀମାନେ ଯୋଗ ଦେଇଥିଲେ। ଅବଶ୍ୟ ସତ୍ୟାଗ୍ରହରେ ଉତପୀଡ଼ିତ ଇଞ୍ଚୁଡ଼ି ଶ୍ରୀଜଙ୍ଗ ପ୍ରଭୃତି ଗ୍ରାମର ଅନେକ ପରିବାରର ସ୍ତ୍ରୀଲୋକମାନେ ମଧ୍ୟ ଏଥିରେ ଆଶ୍ରୟ ପାଇଥିଲେ। ଏମାନଙ୍କ ତତ୍ତ୍ୱାବଧାନ କରିବାପାଇଁ ସୁଭଦ୍ରା ମହତାବ ଆଶ୍ରମରେ ରହୁଥିଲେ। ରେ ପୁଣି ସତ୍ୟାଗ୍ରହ ଆରମ୍ଭ ହେଲା। ଗାନ୍ଧି କର୍ମମନ୍ଦିର ସ୍ଥାନାନ୍ତରିତ ହୋଇ ଭଦ୍ରକ ଗଲା। ସେତେବେଳେ ଆଗରପଡ଼ା ଓ ଉତ୍ତର ବାଲେଶ୍ୱର ଝାଡ଼ ପିପ୍ପଳିରେ ଦୁଇଟି ସ୍ଥାନରେ ଆଶ୍ରମ ସ୍ଥାପିତ ହୋଇଥିଲା। ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଆଶ୍ରମର ସମସ୍ତ ନିୟମ ଏହି ଆଶ୍ରମମାନଙ୍କରେ ପାଳିତ ହେଉଥିଲା ଓ ଏଥିରେ ଆମ୍ଭେମାନେ ସମସ୍ତେ ନିୟମାମାନି ରହିଥିଲୁଁ। ସାଲ ଆନ୍ଦୋଳନରେ ଏ ଆଶ୍ରମମାନ ସବୁ ଉଜୁଡ଼ିଗଲା ଓ ତା'ପରେ ସବୁ ବନ୍ଦ ହୋଇଗଲା।। କେବଳ ଆଗରପଡ଼ାରେ ଖଦିବୋର୍ଡ଼ ପକ୍ଷରୁ ସୂତାକଟା କେନ୍ଦ୍ରଟି ମାତ୍ର ରହିଥିଲା। ଖଦିବୋର୍ଡ଼ ଉଠିଯିବାପରେ କେନ୍ଦ୍ରମାନଙ୍କୁ ଅନ୍ୟ ସଂସ୍ଥାକୁ ଗଡ଼େଇ ଦେବା କଥା ଯେତେବେଳେ ହେଲା, ସେତେବେଳେ ଭାବିଲି ପୁଣି ସେହି ଗାନ୍ଧି କର୍ମ ମନ୍ଦିରକୁ ପୁନରୁଦ୍ଧାର କରି ଯାହା କିଛି ସମ୍ଭବ ତାହା କରାହେଉ। ତଦନୁସାରେ ଏହି ଅକ୍ଟୋବର ତାରିଖଠାରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଛି। ଏ କାର୍ଯ୍ୟର ଭାରରେ ଶ୍ରୀ ଉପେନ୍ଦ୍ର ପଣ୍ଡା ଅଛନ୍ତି। ଏ ବହୁବର୍ଷ 'ପ୍ରଜାତନ୍ତ୍ରର ସମ୍ପାଦକ' ଥିଲେ। ଅସହଯୋଗ ଆନ୍ଦୋଳନ ସମୟର ଏ ସମସ୍ତ ଆନ୍ଦୋଳନରେ ଯୋଗଦେଇ ବହୁସଂଖ୍ୟକ କର୍ମୀଙ୍କ ପରି ଏ ମଧ୍ୟ ଦାଣ୍ଡରେ ଛିଡ଼ା ହୋଇଛନ୍ତି-। ମନୁଷ୍ୟ ହାତରେ କେବଳ ଉଦ୍ୟମ କରିବାର ଅଛି। ଫଳାଫଳ ଈଶ୍ୱରଙ୍କ ହାତରେ। ଚାରିଆଡ଼େ ହିଂସାଦ୍ୱେଷର ଯେ ହଳାହଳ ବ୍ୟାପିଛି, ସେଥିରୁ ସଂପୂର୍ଣ୍ଣ ଅଲଗା ମଧ୍ୟ ଆମ୍ଭେମାନେ ରହିପାରୁନାହିଁ। ସେପରି ଦୃଢ଼ତା ଆମର ନାହିଁ। ଏଣୁ କାହାରିକୁ ଉପଦେଶ ବା ନିର୍ଦ୍ଦେଶ ଦେବାର ଯୋଗ୍ୟତା ନାହିଁ। ଗାନ୍ଧି କର୍ମମନ୍ଦିର ସମସ୍ତଙ୍କର ସାହାଯ୍ୟ ସହାନୁଭୂତି ଓ ଆଶୀର୍ବାଦ ଲାଭକରିବ ବୋଲି ମୁଁ ଆଶା କରେ। ଏଠାରେ ଆହୁରି ମଧ୍ୟ ସ୍ମରଣ କରେ ଯେ ଏକ ସମୟରେ ନୟାଗଡ଼, ତାଳଚେର ପ୍ରଭୃତିରୁ ବହୁ କର୍ମୀ 'କର୍ମ-ମନ୍ଦିର' ରେ ଶିକ୍ଷାପାଇ ପରେ ସେମାନେ ପ୍ରଜାମଣ୍ଡଳ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ। ଆଶାକରେ ଗାନ୍ଧି କର୍ମ-ମନ୍ଦିରରୁ ପୁଣି ସେହିପରି ଶକ୍ତି ଜାଗ୍ରତ ହୋଇ ଯେଉଁଠି କିଛି ଅନ୍ଧାର ଅଛି, ସେଠି ଆଲୋକପାତ କରିବ। ରବିବାର ସ୍ୱତନ୍ତ୍ର ଦଳ ସମ୍ମିଳନୀ ଭୁବନେଶ୍ୱରରେ ସ୍ୱତନ୍ତ୍ର ଦଳର ପଞ୍ଚମ ବାର୍ଷିକ ସମ୍ମିଳନୀ ବସିଛି। ବିଭିନ୍ନ ପ୍ରଦେଶରୁ ପ୍ରାୟ ଚାରିହଜାର ପ୍ରତିନିଧି ଆସିଛନ୍ତି। ବୟସ୍କ ନେତା ରାଜଗୋପାଳାଚାରୀ ମଧ୍ୟ ଆଜି ଆସିବାର ଅଛି। ଯେଉଁ ପ୍ରତିନିଧିମାନେ ଆସିଛନ୍ତି, ସେମାନଙ୍କ ମଧ୍ୟରେ ବହୁ ପୁରାତନ କଂଗ୍ରେସ ନେତା, କଂଗ୍ରେସ ସାମ୍ୟବାଦୀ ଦଳର ନେତା ମଧ୍ୟ ଅଛନ୍ତି। ଏ ଦଳଟିର ଉଦ୍ଦେଶ୍ୟ ଓ ନୀତି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନାକୁ ବାଧା ଦେଇଛି। ଏହା ବିରୋଧରେ ଯେଉଁ ତୋଫାନ ପ୍ରଚାର ଚାଲିଲା ଓ ଚାଲିଛି ଯେ ଏହା ଏକ ପ୍ରତିକ୍ରିୟାଶୀଳ ଦଳ। ଯେଉଁଠି ଏକାଧିକ ମତପାଇଁ ସ୍ଥାନ ଅଛି, ସେ ପରସ୍ପରକୁ ବିରୋଧ କରୁଥିବା ମତ ରହିବା ସ୍ୱାଭାବିକ; କିନ୍ତୁ ସମସ୍ତ ମତବିରୋଧ ଯୁକ୍ତିଦ୍ୱାରା ସିଦ୍ଧ ହେବା ଉଚିତ। ପ୍ରଗତିଶୀଳ ବା